ସାଧାରଣ ସାହିତ୍ୟ କ୍ଷେତ୍ରରେ ସେ ପୁରସ୍କାର ଜନସ୍ୱୀକୃତି ବା ଗଣ-ସ୍ୱୀକୃତି ହେଇ ପାରୁ ନାହିଁ। ସେହି ବି. ଏ. ପାସ୍ କରି କିଏ ନିମ୍ନ ଶ୍ରେଣୀର ଅମଲା। ଆଉ କିଏ ଜଣେ ଉଚ୍ଚ ଶ୍ରେଣୀର ହାକିମ। ଓଡ଼ିଶା ସାହିତ୍ୟ ଏକାଡେମିର ପୁରସ୍କାର ନିଜର ଅବିବେକିତା ଦ୍ୱାରା ଏଇ ବି. ଏ. ଡିଗ୍ରିପରି ମୂଲ୍ୟବାନ୍ ବା ମୂଲ୍ୟହୀନ ହୋଇପଡ଼ିଛି। ସେମାନେ ଆପଣା ମନକୁ କିମତ୍ଦାର ସାହିତ୍ୟିକ ହୋଇ ବିଶିଷ୍ଟ ସ୍ଥାନ ଗ୍ରହଣ କରିଛନ୍ତି କି ନାହିଁ ତାହାର ଉତ୍ତର ନିର୍ଭୁଲ ଭାବରେ ଦେବ କିଏ? ପୁରସ୍କୃତ ବ୍ୟକ୍ତି ନା ତାଙ୍କର ନିର୍ବାଚକ ଓ ସମୀକ୍ଷକ? ନା ସାଧାରଣ ପାଠକ? ନା ନିଖିଳ ଓ ଉତ୍କଳର ଲେଖକ ସମାଜ।? ଯିଏ ଯାହା ଉତ୍ତର ଦେଉ ପୁରସ୍କାର ଓ ଶ୍ରେଷ୍ଠତ୍ୱ ବିନିମୟ ଶଦ୍ଦ ନ ହୋଇ ପରସ୍ପରରୁ ଅଲଗା ହେଇ ଯାଇଛନ୍ତି। କାରଣ ସାଧନାର ଅର୍ଥୀକରଣ ହୋଇଛି। ସାଧନା ସାଧକର ମୂଲ୍ୟ ନ ହୋଇ ହାଟ ସଉଦା ହେଇଯାଇଛି। ଭାରତୀୟ ସାହିତ୍ୟ ଏକାଡେମି ଠିକ୍ ଏହି ପର୍ଯ୍ୟାୟକୁ ଆସିବା ଆରମ୍ଭ କରି ଦେଲାଣି। କାରଣ ଖାଲି ଭାରତୀୟ ସ୍ତର ଲାଗିଲେ ମଧ୍ୟ ଆଞ୍ଚଳିକ ସ୍ତର ଓ ନିଖିଳ ଭାରତୀୟ ସ୍ତରରେ ବିଚାର ବିବେଚନା ଓ ମୂଲ୍ୟାୟନର ପ୍ରଣାଳୀ ସମାନ। ଏହା ବିରୁଦ୍ଧରେ ବଙ୍ଗଳା ଓ ତାମିଲରେ ଯଥେଷ୍ଟ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ଆଞ୍ଚଳିକ ଭାଷାର ଶ୍ରେଷ୍ଠ ସାହିତ୍ୟ କୃତିର ନିର୍ବାଚନ ଆସି ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କର ବିଶେଷ ବିଭାଗ ରୂପେ ରହିଯାଇଛି। ମେଧା ଓ ପ୍ରତିଭା ଯାଇ ମୁଖ୍ୟମନ୍ତ୍ରୀଙ୍କର ସେବା ଓ ମନୋରଞ୍ଜନର ବିଭିନ୍ନ ରୂପ ନେଇଛି। ତଥାପି ସାହିତ୍ୟ ଚାଲିଛି। ଅସଂଖ୍ୟ କଳାକାର ପ୍ରତ୍ୟେକ ଦିନ ଏହି ଶ୍ରୀଣୀକୁ ଆସୁଛନ୍ତି ଆଉ ଫେରୁଛନ୍ତି। ପାଠକଙ୍କର ସଂଖ୍ୟାର ସ୍ଫୀତି ନୂତନ ସାଧକଙ୍କୁ ଆଣି ତଉଲୁଛି। ସେମାନଙ୍କର ସ୍ଥିତି ଏହି ପାଠକମାନଙ୍କର ସୌହାର୍ଦ୍ୟତା ଉପରେ ରହିଛି। କିନ୍ତୁ ସୁବିଧାରେ ରହିଯାଇଥିବା ସୁବିଧାବାଦୀ ସାହିତ୍ୟିକମାନେ ଠିକ୍ ଅମଲାତନ୍ତ୍ରରେ କ୍ଷେତ୍ରପତିଙ୍କ ପରି ସଲାମ୍ ଓ ସଲାମି ଆଦୟ କରିବାର ଯୋଜନାରେ ବ୍ୟସ୍ତ। ପରର ହୁକୁମତ୍ ଓ ସଲାମତ ଉପରେ ଜୀବନଯାତ୍ରାର ସୁବିଧା ନିର୍ଭର କରେ ବୋଲି ଅନୁଭବୀର ଅନୁଭବ କହେ। ଏହି କାରଣରୁ ବସ୍ର ଯାତ୍ରୀମାନେ ଡ୍ରାଇଭର ଓ କଣ୍ତକ୍ଟରଙ୍କର ବନ୍ଧୁତା ପାଇଁ ବ୍ୟାକୁଳ ହୁଅନ୍ତି। ରେଳଗାଡ଼ିର ଟିକଟ ଚେକର, ହାକିମଙ୍କର ଅର୍ଦ୍ଦଳୀ ଆକାଶବାଣୀର ଅଭ୍ୟର୍ଥନାକାରୀ ରିସେପସନିଷ୍ଟ, ଡାକ୍ତରଖାନାର ନର୍ସ ଓ ବେହେରା, ଦ୍ୱାରପାଳଙ୍କଠାରୁ ଆରମ୍ଭ କରି ଉଡ଼ାଜାହାଜର ପାଇଲଟ ପର୍ଯ୍ୟନ୍ତ ଅଧିକାଂଶ ଏହି ଶ୍ରେଣୀର କର୍ମଚାରୀ ଖାଲି ଯାତ୍ରାପଥକୁ ସୁଗମ କରାଇ ଦେବାର ସମ୍ଭାବନା ଥିବାରୁ ହକ୍ ଟିକଟ କିଣିଥିବା ବା ଅନ୍ୟ ଭାବରେ ମାତବର ହୋଇଥିବା ଲୋକଙ୍କର ଅଯାଚିତ ବନ୍ଧୁତାର ଅଧିକାରୀ ହୋଇଥାନ୍ତି। ବ୍ୟବହାରିକ ଜୀବନରେ ଯାହା ଘଟିଥାଏ ସେଇଟା ସାହିତ୍ୟିକର ଜୀବନରେ ଘଟିବାର ସମ୍ଭାବନା ଅଳ୍ପ ବୋଲି ସାଧାରଣରେ ସ୍ୱପ୍ନବିଳାସୀ ବେକୁବ୍ ମହଲର ଧାରଣା। ଆଉ ଏଣେ ଦେଖିଲା ବେଳକୁ ସାହିତ୍ୟିକ ମହଲରେ ବ୍ୟବହାରିକତାର ମୂଲ୍ୟବୋଧ ଏତେ ଅଳ୍ପ ଯେ ସାମାନ୍ୟ ଦି'ପଦ ଦାନ୍ତନିକୁଟା କଥା ଅବା କ୍ଷଣପ୍ରଭା ଇନ୍ଦ୍ରଧନୁର ପରମାୟୁର ପ୍ରଶଂସା ଅବା ଦଶ ପନ୍ଦର ଟଙ୍କାରେ ସାହିତ୍ୟିକମାନେ ମାଛଠାରୁ ବେଶି ଲୋଭୀ ପରି ଜଣାପଡ଼ନ୍ତି। ଏକାଡେମି ପରି ସରକାରୀ ସଭାସମିତି ବା ଉତ୍ସବରେ ଗସ୍ତ ଖର୍ଚ୍ଚର ଲୋଭ ଏପରି ବିବ୍ରତ କରେ ଯେ ସାହିତ୍ୟିକକୁ ସାମାନ୍ୟ ଲୋଭ ଦେଖାଇଲେ ସେ ଆସି ଆମ ଘର ଝାଡ଼ୁ ଦେବା ପାଇଁ ରାଜିଥିବା ପରି ଜଣାଯିବ। ତେବେ ଏତିକି ସୌଭାଗ୍ୟ ଯେ ଅନେକ